ଆଖି ମଳିମଳି ଜମିଦାରଙ୍କ ଚାଳିଆ ଚାରିପଟେ ଜମିଗଲେ। ବାବୁମିଆଁ ବନ୍ଧୁକ ନଳୀରେ ଛର୍ରା ଭର୍ତ୍ତି କରି ତିଆର୍। ଏହି ସମୟରେ ମୋର ରକ୍ଷୟିତ୍ରୀ ମୋ ଶୋଇବା ଘରକୁ ପଶି ଆସିଲା ସବୁଦିନ ଭଳି ମତେ ନିଦରୁ ଉଠେଇବା ପାଇଁ। ଘର କବାଟ ଖୋଲି ଦେଇ ଶେଯକୁ ଅନାଉ ଅନାଉ ହାଉଳି ଖାଇଲା ସେ ହେଇ ହେଇ! ଏଇଠି ଏଇଠି! ଦଉଡ଼ି ଆସ ଦଉଡ଼ି ଆସ! ଗଲା ରାତିରେ ମୋ ଶେଯ ଉପରେ କି କାଣ୍ଡ ଘଟି ଯାଇସାରିଛି ବିଚାରୀକୁ କିଛି ଜଣା ନ ଥାଏ। ଏପରିକି, ଅନ୍ଧାରିଆ ଯୋଗୁଁ ମୋ ଶେଯ ଉପରେ ରକ୍ତର ରଙ୍ଗ ଗୁଡ଼ାକୁ ମଧ୍ୟ ଦେଖିପାରି ନ ଥାଏ ସେ। ଲୋକେ ଧାଇଁ ଆସିଲେ। କବାଟ ଭଲ କରି ଖୋଲିଦେଲେ। ଝର୍କା ଖୋଲି ଦେଲେ। ଯାହାଦେଖିଲେ ବିକଳରେ ହାଉଳି ଖାଇଲେ। ମାଙ୍କଡ଼ଟାକୁ ମୋ ଭଳି ଆଠ ନ' ବର୍ଷର ପିଲାଟାଏ ଯେ ଛୁରୀ ମାରି ମାରିପାରି ଦେଇ ପାରେ ପୁଣି ନିଜ ଶୋଇଲା ଶେଯରେ କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ସେହି ସନ୍ଦେହରେ ସମସ୍ତେ ମିଳିମିଶି ଅକଥ୍ୟ ଭାଷାରେ ଗାଳିବର୍ଷଣ କରିବାକୁ ଲାଗିଲେ। କେହି କେହି ଏ ପାପର ଫଳ ବର୍ଣ୍ଣନା କରିବାକୁ ଯାଇ କହିଲେ, ଯେ ଏ କାମ କରିଛି ମାସ ଛଅଟା ଭିତରେ ତା' ହାତ ଛିଡ଼ି ପଡ଼ିବ। ତାକୁ କୁଷ୍ଠ ହୋଇଯିବ ଇତ୍ୟାଦି। ସଭାଶେଷରେ ଆସିଲା ବାବୁମିଆଁ। ବନ୍ଧୁକଟାକୁ ସେମିତି ଉଛେଇଥାଏ ସେ ଲାଛିବା ଭଙ୍ଗିରେ। ଘଟଣାସ୍ଥଳରେ ପହଞ୍ଚି ତନଃ ତନଃ କରି ସବୁ ଯାଞ୍ଚ କରିଗଲା ସେ। ସେଇଠୁ ବନ୍ଧୁକଟାକୁ କାନ୍ଥରେ ଡେରି ଦେଇ ମଲା ମାଙ୍କଡ଼ଟାକୁ ଭଲି କରି ନିରେଖି ବସିଲା। ନିରେଖି ନିରେଖି କ'ଣ ଦେଖିଲା କେଜାଣି ବଡ଼ ଦୁଃଖରେ ନିଃଶ୍ୱାସଟିଏ ପକେଇଲା। ତାପରେ ସିଧା ଚାହିଁଲା ପାଖରେ ଠିଆ ହେଇଥିବା ଜଣକେତେ ଦର୍ଶକଙ୍କ ମୁହଁକୁ। ଅତି ଉଶ୍ୱାସିଆ ଦିଶୁଥାଏ ତା ଆଖି। ସେତେକି ମସ୍ତବଡ଼ ଭାରାଟାଏ ସେଇ ସଦ୍ୟ ଓହ୍ଲେଇ ଯାଇଥାଏ ତା ମୁଣ୍ଡରୁ। ଆଗ ପିଲାଟି ସାଙ୍ଗ ଦୁହିଁଙ୍କର ମନକଥା ଜାଣିପାରିଲେ। ସାଙ୍ଗେ ସାଙ୍ଗେ କହି ଉଠିଲେ, "ସହରରେ ଆଉ ଗୋଟିଏ ସ୍କୁଲ ବସାଇବାକୁ ହେବ। ତା ହେଲେ ସରକାରଙ୍କ ଆଣ୍ଟ ଭାଙ୍ଗିବ। ଯେ ତାଙ୍କ ସ୍କୁଲରେ ପଢ଼ିବାର ସୁବିଧା ନ ପାଇବ, ସେ ଏ ସ୍କୁଲରେ ପଢ଼ିବ। " "ତା ତ ସତ; କିନ୍ତୁ ଆଉ ଗୋଟିଏ ସ୍କୁଲ ହେବ କିପରି? କିଏ କରିବ? ସ୍କୁଲଟିଏ ବସାଇବା କଅଣ ସହଜ କଥା" ଜଣେ ବନ୍ଧୁ ମୁହଁ ଖୋଲି ପଚାରିଲେ। ପିଲାଟି ଉତ୍ତର ଦେଲେ, "ରଥେ, ତୁମେ ପୁଣି ଏପରି କଥା କହୁଛ? ମନ ଥିଲେ କାମ ପଛାଇବ? କଦାପି ନୁହେ। ଭଲ କାମରେ ଠାକୁରେ ନିଶ୍ଚୟ ସାହାପକ୍ଷ ହେବେ। ଆଉ ଗୋଟାଏ ସ୍କୁଲ ଯେ କୌଣସି ପ୍ରକାରରେ କରିବାକୁ ହିଁ ହେବ। ଏହା ଶୁଣି ସାଙ୍ଗ ଦୁହେଁ ମନେମନେ ବୋଧହୁଏ ଭାବିଥିବେ ପିଲାର ତ ସାହସ କମ୍ ନୁହେ! ସତକୁ ସତ ସେ ପିଲାଟିର ସେ ଦିନର କଥା ହିଁ ରହିଥିଲା। ତାରି ଫଳରେ ଆଜି କଟକ ସହରରେ ଠିଆ ହୋଇଛି "ପ୍ୟାରୀମୋହନ ଏକାଡେମୀ" ହଜାର ହଜାର ପିଲା ସେଥିରେ ପାଠ ପଢ଼ି ମଣିଷ ହେଉଛନ୍ତି, ବର୍ଷକୁ ବର୍ଷ ଅସଂଖ୍ୟ ପିଲା ପାଶ୍ କରି ଯାଉଛନ୍ତି। ସେହି ଗୋଟିଏ ପିଲା ସେ ଦିନ ଯେଉଁ ଗଛର ମଞ୍ଜି ପୋତିଦେଇଥିଲେ, ଆଜି ହଜାର ହଜାର ପିଲା, ତାର କୋଳି ଖାଉଛନ୍ତି। ସେହି ପିଲାଟିର ନାମ ହେଉଛି ପ୍ୟାରୀମୋହନ ଆଚାର୍ଯ୍ୟ। ସେ ସ୍କୁଲଟିକୁ କରିଥିଲେ ବୋଲି ସ୍କୁଲର ନାମ 'ପ୍ୟାରୀମୋହନ ଏକାଡେମୀ'। ସେ କାହିଁକି ସେ ଦିନ ଏପରି କହିଥିଲେ ଶୁଣିବ? ଏହା ପ୍ରାୟ ଶହେ ବର୍ଷ ତଳର କଥା। ପ୍ୟାରୀମୋହନଙ୍କ ଅମଳରେ କଟକରେ ଗୋଟିଏ ମାତ୍ର ସରକାରୀ ସ୍କୁଲ ଥିଲା। ଯେ ପଢ଼ିବାକୁ ଇଛା କରୁଥିଲା, ସେ ସେହି ସ୍କୁଲ ବ୍ୟତୀତ ଆଉ କେଉଁଠାକୁ ଯିବାର ଉପାୟ ନ ଥିଲା। ଆଉ ସ୍କୁଲ ତ ନ ଥିଲା; ଯିବ ବା କେଉଁଠିକି? ସ୍କୁଲ ସେହି, କଲେଜ ବି ସେହି। ତାର ନାମ ଥିଲା କଟକ ଜିଲ୍ଲା ସ୍କୁଲ। ସେତେବେଳେ ପ୍ୟାରୀମୋହନଙ୍କୁ ମୋଟେ ଊଣେଇଶି ବର୍ଷ। ଏଣ୍ଟ୍ରାନ୍ସ ପାଶ୍ କରି ସେ ଏଫ୍. ଏ ପଢ଼ୁଥାଆନ୍ତି। କେତକ ସାଙ୍ଗପିଲା ମିଶି ଖଣ୍ଡିଏ ଖବର କାଗଜ ବାହାର କଲେ। ତାର ସମ୍ପାଦକ ହେଲେ ପ୍ୟାରୀମୋହନ। କାଗଜର ନାମ "ଉତ୍କଳପୁତ୍ର"। ସେ ସମୟରେ ଇଂରେଜମାନେ ତ ଏ ଦେଶରେ ରାଜା।